ମୁଁ କୌଣସି ଜିନିଷ ନେବାକୁ ଚାହେଁ ନାହିଁ। '' ରାଜା ପଚାରିଲେ-''ତମ ଘରେ କେତେ ଲୋକ? '' ବ୍ରାହ୍ମଣ କହିଲା- ''ଆଜ୍ଞା, ମୋ ଘରେ ମୋତେ ମିଶାଇ ଚାରି ଜଣ। ଗୋଟିଏ ଜିନିଷ ନେଲେ ଆମ ଘରେ ଅନର୍ଥ ସୃଷ୍ଟି ହେବ। ସେଥିପାଇଁ ମୁଁ କୌଣସି ଗୋଟିଏ। ଜିନିଷ ନେବାକୁ ଚାହୁଁ ନାହିଁ। ରାଜା ବିକ୍ରମାଦିତ୍ୟ ବ୍ରାହ୍ମଣକୁ ଚାରୋଟିଯାକ ଜିନିଷ ଦେଇ ଦେଲେ। ବ୍ରାହ୍ମଣ ସେଗୁଡ଼ିକୁ ନେଇ ଆନନ୍ଦରେ ଘରକୁ ଫେରି ଆସିଲା। ନୂଆ କରି ଘର ଦୁଆର କଲା ଓ ଖୁବ୍ ଆରାମରେ ରହିଲା। ମନ୍ତ୍ରୀଙ୍କ ବୁଦ୍ଧି ପରୀକ୍ଷା ରାଜା କୃଷ୍ଣଦେବ ରାୟଙ୍କ ମନ୍ତ୍ରୀଙ୍କ ନାମ ଅପ୍ପାଜୀ। ସେ ଥିଲେ ଖୁବ୍ ବୁଦ୍ଧିମାନ୍। ଏକଥା ଦିଲ୍ଲୀର ସୁଲତାନଙ୍କ କାନକୁ ଗଲା। ସେ ଥରେ ମନ୍ତ୍ରୀଙ୍କର ବୁଦ୍ଧି ପରୀକ୍ଷା କରିବା ପାଇଁ ଏକ ଉପାୟ ପାଞ୍ଚିଲେ। ଜଣେ ଭଲ କାରିଗର ଦ୍ୱାରା ତମ୍ବାରେ ଠିକ୍ ଏକା ଭଳି ତିନୋଟି ମୂର୍ତ୍ତି ଗଢ଼ାଇଲେ। ସେଇ ମୂର୍ତ୍ତି ତିନୋଟି ମଧ୍ୟରୁ କେଉଁଟି ଉତ୍ତମ, କେଉଁଟି ମଧ୍ୟମ ଓ କେଉଁଟି ସବୁଠାରୁ ଖରାପ ତାହା ପରୀକ୍ଷା କରି ଜଣାଇବା ଲାଗି ସେ କୃଷ୍ଣଦେବ ରାୟଙ୍କ ଦରବାରକୁ ସେଗୁଡ଼ିକୁ ଜଗୁଆଳିଙ୍କ ମାର୍ଫତରେ ପଠାଇଦେଲେ। କୃଷ୍ଣଦେବ ରାୟଙ୍କ ଦରବାରରେ ମୂର୍ତ୍ତିଗୁଡ଼ିକ ପହଞ୍ଚିଲା ପରେ ରାଜା ନିଜେ ମୂର୍ତ୍ତିଗୁଡ଼ିକୁ ବାରମ୍ବାର ପରୀକ୍ଷା କରି ଦେଖିଲେ; ମାତ୍ର ତିନୋଟି ଯାକ ଏକା ଭଳି; ଟିକିଏ ହେଲେ କେଉଁଠି ପାର୍ଥକ୍ୟ ଜାଣାଗଲା ନାହିଁ। ଜଣା ପଡ଼ୁଥିଲା ଯେପରି ଜଣେ କାରିଗର ଗୋଟିଏ ଛାଞ୍ଚରେ ସେଗୁଡ଼ିକୁ ତିଆରି କରିଛି। ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ଦରବାରର ଅନ୍ୟମାନେ ମଧ୍ୟ ପାର୍ଥକ୍ୟ ବାରିବା ଲାଗି ଚେଷ୍ଟା କଲେ। ମାତ୍ର କେଉଁଟି ଉତ୍ତମ, କେଉଁଟି ମଧ୍ୟମ ଓ କେଉଁଟି ଅଧମ ତାହା ଠିକ୍ କରି ପାରିଲେ ନାହିଁ। ତାପରେ ରାଜା ମନ୍ତ୍ରୀ ଅପ୍ପାଜୀଙ୍କୁ ଡକାଇଲେ। ଦିଲ୍ଲୀ ସୁଲତାନ ପଠାଇଥିବା ମୂର୍ତ୍ତିମାନଙ୍କ ବିଷୟ ତାଙ୍କୁ କହିଲେ। ମନ୍ତ୍ରୀ ମୂର୍ତ୍ତିଗୁଡ଼ିକୁ କିଛି ସମୟ ଦେଖି କହିଲେ-''ଆଜ୍ଞା, ମୋତେ ଆଜି ମୂର୍ତ୍ତିଗୁଡ଼ିକୁ ଘରକୁ ନେବାକୁ ଅନୁମତି ମିଳୁ। ଏଗୁଡ଼ିକୁ ମୁଁ ଭଲ ଭାବରେ ପରୀକ୍ଷା କରି କାଲି ଆପଣଙ୍କୁ ଏହାର ଫଳ ଶୁଣାଇ ଦେବି। '' ପରଦିନ ମନ୍ତ୍ରୀ ସେହି ମୂର୍ତ୍ତିଗୁଡ଼ିକୁ ସାଥିରେ ଧରି ଦରବାରକୁ ଆସିଲେ। ମନ୍ତ୍ରୀ କହିଲେ- ''ମହାରାଜ! ମୁଁ ଏହି ତିନୋଟି ମୂର୍ତ୍ତିକୁ ପରୀକ୍ଷା କଲି। ସେଥିରୁ ମୁଁ ଏହିପରି ଭାବେ ତିନୋଟି ମୂର୍ତ୍ତିକୁ ଉତ୍ତମ, ମଧ୍ୟମ ଓ ଅଧମ ଭାବେ ବାଛି ନେଇଛି''-ଏହା କହି ତିନୋଟି ମୂର୍ତ୍ତିକୁ ଆଗପଛ କରି ରାଜାଙ୍କ ସାମ୍ନାରେ ରଖି ଦେଲେ। ରାଜା ମଧ୍ୟ ସେଗୁଡ଼ିକୁ ଦେଖି ଏହାର ପାର୍ଥକ୍ୟ ବୁଝିନପାରି ପଚାରିଲେ-''କିପରି ଏହା ତୁମେ କରିଛ ମୋତେ ବୁଝାଇ ଦିଅ। '' ମନ୍ତ୍ରୀ କହିଲେ- ''ମଣିମା! ଖୁବ୍ ଭଲ ଭାବରେ ମୂର୍ତ୍ତିଗୁଡ଼ିକୁ ପରୀକ୍ଷା କରି ମୁଁ ପ୍ରତ୍ୟେକଟି ମୂର୍ତ୍ତିର କାନରେ ଛିଦ୍ର ହୋଇଥିବା ଦେଖିବାକୁ ପାଇଲି। ଗୋଟିଏ ମୂର୍ତ୍ତିର କାନରେ ତାରଟିଏ ଭର୍ତ୍ତିକରି ଦେଖିଲି ତାହା ମୂର୍ତ୍ତିଟିର ମୁହଁ ବାଟେ ବାହାରି ଆସିଲା। ଅନ୍ୟ ଗୋଟିଏ ମୂର୍ତ୍ତିର କାନରେ ତାର ଭର୍ତ୍ତିକରି ଦେଖିଲି। ତାହା ମୂର୍ତ୍ତିଟିର ଅନ୍ୟ କାନ ବାଟେ ବାହାରି ଆସିଲା। ତୃତୀୟ ମୂର୍ତ୍ତିଟିର କାନରେ ତାର ପୂରାଇବାରୁ ତାହା କୌଣସି ବାଟେ ବାହାରିଲା ନାହିଁ। ଏଥିରୁ ହିଁ କେଉଁ ମୂର୍ତ୍ତିଟି ସବୁଠାରୁ ଭଲ, କେଉଁଟି ମଧ୍ୟମ, ଓ କେଉଁଟି ନିକୃଷ୍ଟ ତାହା ଠିକ୍ କରି ପାରିଛି। '' ରାଜା ପଚାରିଲେ-''ଏଥିରୁ କିପରି ଜାଣିଲ ତାହା ମଧ୍ୟ